ଆଉ ସେ ବିଷୟରେ ସାହାଯ୍ୟ କରିବାକୁ ଆସିଥିଲେ ଜୟନ୍ତ। କାରଣ ଆସନ୍ତା କାଲି ସୁଦ୍ଧା ସେହି ରିପୋର୍ଟ କଲେକ୍ଟରଙ୍କୁ ଦେବାର ଥିଲା। ଆଉ ମଧ୍ୟ ସେ ସେହି ରିପୋର୍ଟ ଯେ ତାଙ୍କୁ ଆସନ୍ତା କାଲି ସୁଦ୍ଧା ନିଶ୍ଚୟ ପ୍ରସ୍ତୁତ କରି ଦେଉଛନ୍ତି, ଏ ବିଷୟରେ ଜଣାଇ ଦେଇଥିଲେ। କିନ୍ତୁ ଠିକ୍ ସାଢ଼େ ବାରଟାରେ ଅପ୍ରତ୍ୟାଶିତ ଭାବରେ ଯେଉଁ ଫୋନ୍ ରିସିଭ୍ କଲେ, ସେଥିରେ ସେ ଚକିତ ହୋଇଗଲେ। ଦସ୍ୟୁ ଅଜୟ ହିଁ ତାଙ୍କ ନିକଟକୁ ଫୋନ୍ କରିଥିଲା। ସେଥିରେ ସେ ପରିଷ୍କାର ଜଣାଇ ଦେଇଥିଲା-ବିଶ୍ୱସ୍ତସୂତ୍ରରୁ ସମ୍ବାଦ ମିଳିଛି, ଆଜି ଅପରାଧୀ ଦଳ ଆପଣଙ୍କୁ ଅପହରଣ କରି ନେବାର ସମସ୍ତ ପ୍ରୋଗ୍ରାମ୍ ଠିକ୍ କରି ସାରିଛନ୍ତି। ଆଉ ଯେଉଁଭଳି ପ୍ଲାନରେ ତାଙ୍କ କାର୍ଯ୍ୟ ହାସଲ କରିବାର ସ୍ଥିର କରିଛନ୍ତି, ତାର ଏକ ସଂକ୍ଷିପ୍ତ ବିବରଣୀ ସୂଚାଇ ଦେବା ସଙ୍ଗେ ସଙ୍ଗେ ସେ ଆହୁରି କହିଥିଲା, ସେହି କୋଠରିର ବିଚିତ୍ରପୂର୍ଣ୍ଣ ନିର୍ମାଣକୌଶଳ ହିଁ ଆପଣଙ୍କୁ ଅପହରଣ କରିବାରେ ଯଥେଷ୍ଟ ସାହାଯ୍ୟ କରିବ। ଶକ୍ତି ଅପେକ୍ଷା ସାହସ ବଳରେ ଆପଣ ହୁଏ ତ ଏହି ପ୍ଲାନର୍ ମୂଳସୂତ୍ର ଆବିଷ୍କାର କରିବାରେ ଯଥେଷ୍ଟ ସୁଯୋଗ ପାଇବେ। ଏହି ଅମୁଲ୍ୟ ସୂତ୍ର ଆପଣ ଆବିଷ୍କାର କରନ୍ତୁ, ଏହା ହିଁ ମୋର ଆନ୍ତରିକ ଇଚ୍ଛା। ସେମାନେ ଯେ ଆପଣଙ୍କ ଉପରେ ବଳପ୍ରୟୋଗ କରିବେ ନାହିଁ, ଏ ବିଷୟରେ ମୁଁ ନିଶ୍ଚିତ। ଶତ୍ରୁଜିତ ଆଉ କିଛି ପଚାରିବା ପୂର୍ବରୁ ଅପର ପକ୍ଷରୁ କନେକ୍ସନ କଟା ଯାଇଥିଲା। ସେହି ନମ୍ବର ଜାଣିବାକୁ ଶତ୍ରୁଜିତ ବିଶେଷ ଚେଷ୍ଟା କଲେ ନାହିଁ। କାରଣ କୌଣସି ପବ୍ଲିକ୍ କଲ୍ ଅଫିସର ନମ୍ବର ଯେ ସେ ଏକ୍ସଚେଞ୍ଜରୁ ପାଇବେ, ଏହି ବିଶ୍ୱାସ ହିଁ ସେ କରୁଥିଲେ। ସେତେବେଳେ ସେ ଏହି ସମ୍ବାଦ ବିଷୟରେ ବିଶେଷ କିଛି ଭାବିବାର ଅବସର ପାଇ ନ ଥିଲେ। କାରଣ ନିର୍ଦ୍ଦିଷ୍ଟ ସମୟ ଆଉ ମାତ୍ର ଘଣ୍ଟାଟିଏ ଥିଲା। ତା ପରେ ଅଜୟ ଦସ୍ୟୁର କାର୍ଯ୍ୟକଳାପ ବିଷୟରେ ବିଭିନ୍ନ ବିଷୟର ଅନୁଧ୍ୟାନ କରି ସେ ନିଶ୍ଚିତ ହୋଇଥିଲେ ଯେ, ଅନ୍ତତଃ ଅଜୟ ଦସ୍ୟୁ ତାଙ୍କର ଅମଙ୍ଗଳ ପାଇଁ କୌଣସି ପଦକ୍ଷେପ ନେବ ନାହିଁ। ତା ପରେ ଏହି କୋଠରି ବିଷୟରେ ସେ ଏହିଭଳି ଏକ ଧାରଣା ପୂର୍ବରୁହଁ କରି ଆସୁଥିଲେ। ତାଙ୍କର ଅକ୍ଳାନ୍ତ ଚେଷ୍ଟା ଫଳରେ ବି କୌଣସି ସୂତ୍ର ସେ ପାଇବାରେ ସମର୍ଥ ହୋଇ ନ ଥିଲେ। ଆଉ ସେହି କୋଠରି ସିଜ୍ ହେବା ପରେ ଟେଲିଫୋନ୍ ଲାଇନ୍ ଡିସକନେକ୍ଟ ନ କରିବା ପାଇଁ ସେ ଅନୁରୋଧ କରିଥିଲେ। ଏହିପରି ଅନୁରୋଧ କରିବା ମୂଳରେ ତାଙ୍କର ଯେଉଁ ଆଶା ଥିଲା, ଦସ୍ୟୁ ଅଜୟ ନିକଟରୁ ସେହି ସମ୍ବାଦ ପାଇବା ପରେ ତାଙ୍କର ଅନୁମାନ ସତ୍ୟରେ ପରିଣତ ହୋଇଛି, ଏହି ଭାବନାରେ ସେ ଅଧୀର ହୋଇ ପଡ଼ିଥିଲେ। ତତକ୍ଷଣାତ୍ ତାଙ୍କ ମସ୍ତିଷ୍କ ଭିତରେ ଏକ ନୂତନ ଭାବନାର ସୂତ୍ରପାତ ହୋଇଥିଲା। ଦସ୍ୟୁ ଅଜୟର ଟେଲିଫୋନ ବାର୍ତ୍ତାରୁ ସେ ଯେତିକି ସଂଗ୍ରହ କରିଥିଲେ; ସେତିକିରୁ ତାଙ୍କର ସ୍ପଷ୍ଟ ମନେ ହେଉଥିଲା, ସେହି କୋଠରି ଭିତରେ ତାଙ୍କର ଏକାକୀ ଉପସ୍ଥିତି ଅନୁସନ୍ଧାନ ଦୃଷ୍ଟିରୁ ଏକାନ୍ତ ବାଞ୍ଛନୀୟ। ଆଉ ସେହି ସୁଯୋଗର ଉପଯୁକ୍ତ ସଦ୍ବ୍ୟବହାର କରିବା ପାଇଁ ସେ ଆହୁରି ଏକ ନୂତନ କୌଶଳ ଉଦ୍ଭାବନ କରିଥିଲେ। ମାନେ, ବେଶ ପରିବର୍ତ୍ତନ। ତାଙ୍କର ଉଦ୍ଦେଶ୍ୟ ଥିଲା, ସେହି କୋଠରି ଭିତରକୁ ତାଙ୍କର ଛଦ୍ମବେଶରେ ଜୟନ୍ତ ଚାଲିଗଲା ପରେ ସେ ଦୂରରେ ରହି କେବଳ ସେହି କୋଠରିର